ଏକଦମ୍ ଶେଷ ଦିନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବେ। କାରଣ ସୌଭାଗ୍ୟ ଓ ଦୁର୍ଭାଗ୍ୟ ଏକା ନାହିଁ ଦି'ଖଣ୍ଡ। ଆପଣଙ୍କ ପରି ଲୋକ ପାଇବା ହୁଏ ତ ମୋର ସୌଭାଗ୍ୟ ହେଇପାରେ। ମୋ'ପରି ଲୋକଙ୍କୁ ଦେଖିବା ଆପଣଙ୍କର ଘୋର ଦୁର୍ଭାଗ୍ୟ ହେଇପାରେ। –ବଢ଼ିଆ କହିଲା ତ। ପାଠ କେତେ ଦୂର? –ପାଠ ଆଉ ମନର ବୟସ ଏକା କଥା। ଲେଖିବା ପାଠରେ କମ୍। କହିବା ପାଠରେ ସେ ତ ଜଣେ ବଡ଼ ଜ୍ଞାନୀ। ଘୋର ଦୁଃଖ ମଣିଷକୁ ପାଠ ପଢ଼ାଏ। ସେଇ କଥା ସେ କହିଥିଲା–ଉପାସରେ ବସି ପେଟରେ ଦଡ଼ିମଡ଼ି ସହିଲା ବେଳେ ଗାଁର ଠାକୁର ଆଳତି ଘଣ୍ଟା ବାଜେ। ମୁଁ ମୁଣ୍ଡିଆଟିଏ ମାରି କହେ–ଠାକୁରେ! ଉପାସରେ ହେଲେ ବି ଦିନଟାଏ ବଞ୍ଚାଇ ରଖିଲ ତ। –ବାଃ। –ଏଇ କଥା ଶୁଣିଲା ପରେ ମୋର ମନରେ ମାନମୟୀ ପାଇଁ ବହୁତ ଅ ସମାନ। ଆସିଥିଲା-। ସେ ବୁଝାଇ କହିଥିଲା–ଯିଏ ଉପାସରେ ପଡ଼ି ଛିଣ୍ଡା ଦରବାରେ ମରିଯିବ ବୋଲି ତାହାର ବାପା ମା ବେଳେବେଳେ ଆଖିରୁ ଲୁହ ପୋଛୁଥିଲେ ସେହି ଏବେ ଏମିତିଟିଏ ହେଇ ଏଇ ରାଜଧାନୀରେ ବୁଲିଲାଣି। ସାତଦିନରେ ଖାଇବାକୁ ଯେତିକି ମିଳୁଥିଲା ସେତକ ଆଜି ଦିନକର ମଟର ତେଲର ଖର୍ଚ୍ଚଠାରୁ କମ୍। ସେତକ ଶୁଣି ଭଜକୃଷ୍ଣ ହସିଥିଲା। ହସି ମାନମୟୀ ସେଦିନ ତା'କୁ କହିଥିଲା–ଯେତେବେଳେ ଦୁଃଖର ଚାପାରେ ଅଥୟ ହୋଇପଡ଼ିବେ ସେତେବେଳେ ମାନମୟୀକୁ ସ୍ମରଣ କରିବେ। ଦେଖି ପାରିବେ ଆକାଶରେ ଚାନ୍ଦିନୀରାତି ଦେଖା ଦେଲା। ସେତିକି ଅସୁବିଧା ଭିତରେ ଆସିଗଲି ବୋଲି ସିନା ଆଜି ମୋର ଦେହ ଓ ମନ ଗୋଟାକ ଯାକ ଉତ୍ସାହରେ ଫାଟି ପଡ଼ୁଛି। –ଠାକୁର ପୂଜା କରନ୍ତି? –କ'ଣ କହିଲେ? ଠାକୁର? ଯେଉଁ ଠାକୁର ମତେ ବିନା ଦୋଷରେ ଖାଇବା ପିନ୍ଧିବାକୁ ନ ଦେଇ ଉଣେଇଶି ବର୍ଷ ମତେ ଓ ମୋର ଲୋକଙ୍କୁ ସନ୍ତୁଳିଥିଲା ଆଉ ଆଜି ଯିଏ ମତେ ଆଣି ମତେ ଆଜି ମୋର ମନଛଡ଼ା ସରଞ୍ଜାମ ଅଜାଡ଼ି ଦେଇଛି ସେଥିରୁ କେଉଁଗୋଟିକ ନେଇ ମୁଁ ଠାକୁରଙ୍କୁ କ'ଣ ବୋଲି ଡାକିବି? –ହେଲେ ବି ସେହି ଈଶ୍ୱର ସବୁ କରୁଛନ୍ତି। –ସେ କ'ଣ ତମ ଆମର ପ୍ରାର୍ଥନାକୁ ଚାହିଁ ବସିଛନ୍ତି। ଦେଲେ ବିଷ କି ଅମୃତ ଯାହା ତାଙ୍କର ମନକୁ ଯେତେବେଳେ ପାଇଲା। ଆମେ ତା'କୁ ଖାଇଯିବା ନା ବସି ବସି ପ୍ରାର୍ଥନା କରିବା-? ଆପଣ କ'ଣ ପ୍ରାର୍ଥନା କରନ୍ତି? –ହଁ। –କ'ଣ ପାଇଁ? –ଈଶ୍ୱରଙ୍କୁ ମାଗେ ବଞ୍ଚିବାର ସଜ ଓ ସରଞ୍ଜାମ। –ସେ ନିଜେ ଆସି ଦିଅନ୍ତି କି? –ହଁ, ସେ ଦିଅନ୍ତି। ଏବେ ଆପଣଙ୍କ ଜରିଆରେ ଦିଆଇବା ପାଇଁ ସୂତ୍ର ଖଞ୍ଜିଲେ। –ଯିଏ ଦିଏ ସେହି ଦେବତା। ଯିଏ ଦିଆଏ ସେ ପୁରୋହିତ। ମୁଁ ଯଦି ଦିଏ ମୁଁ ହେଉଛି ଠାକୁର–ଦେବତା। ଏଥିରେ ଆପଣ ରାଜି ତ? –ଚାହିଁଥିଲି ମାନମୟୀ ମୁହଁକୁ। ସେହି ଗୋଲାପୀ ମୁହଁଟି ବଡ଼ ଭୟଙ୍କର ଦିଶିଥିଲା। ସେ ହେଉଛି ଦେବତା–ମୋର ଦେବତା–ମାନମୟୀ ଦେବୀ। କୁଟିଳ ହସଟିଏ ଖେଳାଇ ଓଠ କାମୁଡ଼ି କହିଲା–ନିର୍ବୋଧ ଦେବତା ଏମିତି ସମସ୍ତଙ୍କ ପାଖରେ ଭେଳିକି ଦେଖାଇ ଟାଉଟରି କରେ। ଛୋଟକୁ ବଡ଼ କରି ତମ ଆମ ମୁଣ୍ଡ ଉପରେ ଚଢ଼ାଇ ଦେଇ ତାହାରିଠାରୁ ଗୋଇଠା ନାତୁ ଖୁଆଇ ଦିଏ। ଏଣେ ଆତ୍ମାକୁ ପ୍ରାର୍ଥନା କରାଉଥାଏ। ପାପୀ–ଦୋଳନ ହବ–ପାପୀ ଆଗ ଉତ୍ପାତିଆ ହେଲେ କାହିଁକି? –ବୁଝିଲେ? ବୁଝି ପାରିଲେ? –ଓଠ ଶୁଖି ଯାଇଥିଲା ସେହି ଅଭିଯୋଗ ଶୁଣି। ଈଶ୍ୱରଙ୍କର ଅସୀମ ଦୟାରୁ ଯେଉଁ ମାନ୍ ମାନମୟ ମରଣ ତୁଠରୁ ବାଟ ଭାଙ୍ଗି ଏବେ ଆନନ୍ଦ ଉପଭୋଗର ବାଟରେ ଚାଲୁଛି ସେ କେଡ଼େ କୃତଘ୍ନ। –ମୋର ଭୟାର୍ତ୍ତ ମୁହଁ ଦେଖି କହିଥିଲା ଏଇଟାର ନାଁ ସଂସାର, ଏଠି ଠାକୁର ହେଲେ ଆମେ ସମସ୍ତେ। ଯିଏ ଯାହାକୁ ଯେତେ ଭଲ ଜିନିଷ ଦେଲା ସେ ତାହା ପାଖରେ ସେତିକି ପ୍ରତାପୀ ଠାକୁର। ଯିଏ ଯେତେ ଖରାପ ଜିନିଷ ଦେଲା ସିଏ ସେତେ ବଡ଼ ଶତ୍ରୁ। ଭଜକୃଷ୍ଣ ରାଜି ହୋଇଥିଲା ନିଜର ଇଛା ବିରୁଦ୍ଧରେ। ମାନମୟୀ ସେମିତି ଅଣବିଶ୍ୱାସୀ ହେଲାପରି କହିଥିଲା–ଆପଣମାନଙ୍କର ପରି ଯେଉଁମାନେ ଲୋଭରେ, ଭୟରେ, ଭ୍ରାନ୍ତିରେ ଓ ଭ୍ରମରେ ନିଜର ମତକୁ ବଦଳାନ୍ତି ସେମାନେ ସମସ୍ତେ କୃତଘ୍ନ–କୁକୁରଠାରୁ ହୀନ। ସେହିମାନେ ପୁଣି ଈଶ୍ୱରଙ୍କର କଥା କହିଥାନ୍ତି। କୁକୁରର ଠାକୁର ମଣିଷର ଠାକୁର କେ ହେବେ କ'ଣ ପାଇଁ? ଭଜକୃଷ୍ଣର ଇଚ୍ଛା ହୋଇଥିଲା ପଳାଇବାକୁ–ଭଲ ଟିଉସନ୍ କରିବାକୁ ଆସିଥିଲା। ମେରୁ ହଲିଯିବ ଏଇ ବାବୁଆଣୀ ପାଖରେ।